ନାଆଁ କ'ଣ କେଜାଣି ମନେ ନାହିଁ। ନିଧିଆ ବୋଉର ଗିରସ୍ତ, ସେଥିପାଇଁ ନିଧିଆ ବାପ। ନିଧିଆ ବାପ ବୁଝିପାରି ପହିଲୁ ମୁହଁ ଖୋଲିଲା''ଏମିତି ଲାଜକଲେ ଚଳିବ? '' ଏକଥା ପରେ ନିଧିଆବୋଉ ଆଉ ଠିଆ ହେଇ ରହି ପାରିଲାନାହିଁ। ପାଣି ଗିଲାସକ ଧରି ବାହାରି ଆସିଲା। ବଢ଼େଇ ଦେଲା ନିଧିଆବାପ ହାତକୁ। ସପନୀବୋଉ କିରି କିରି କରି ହସି ପକେଇଲା। ପଳେଇଲା ଘର ଭିତରକୁ। ବୁଢ଼ୀ ମାଇପିଟା। କି ବେସରମ। ଏକା ପଡ଼ିଗଲା ନିଧିଆ ବୋଉ। ଏ ସୁବିଧା ଆଉ ଛାଡ଼ୁଛି କିଏ? ନିଧିଆବାପ କେମନ୍ତେ କହିଲା ଅନେକ କଥା ଅଛି ବେଳହେଲେ କହନ୍ତି। ମିଣିପେଗୁଡ଼ାକ ବଡ଼ ସାହସୀ। ସେ ଟିକିଏ ଆଗ ସାହସ ଦେଖେଇଲେ ମାଇପେ ତେଣିତି କମ୍ ସାହସୀ ହୁଅନ୍ତି ନାହିଁତ! କ'ଣ ନକଲା ନିଧିଆ ବୋଉ। କି ସାହସ ତା'ର! ନିଧିଆବୋଉ ପଳେଇଥିଲେ ରକ୍ଷା ପାଇ ଯାଇଥାନ୍ତା। ସେ ଘରକୁ ନଯାଇ ସେଇଠି ସେମିତି ଠିଆ ହୋଇଥାଏ। ମନଟି ତ ଥାଏ ଶୁଣିବାପାଇଁ ଯାଉଚି କିମିତି। ''କାଲି ରାତିରେ ଏତିକିବେଳକୁ ସମସ୍ତେ ଶୋଇ ପଡ଼ିଥିବେ କହିବି। '' ନିଧିଆ ବାପ କହିଲା। ନିଧିଆବୋଉ ତେବେବି କାଠ ପିତୁଳାଟାପରି ସେମିତି ଠିଆ ହୋଇ ଶୁଣୁଛି। କି କହିଲାନାହିଁ ବାଡ଼ୁଅ ଝୁଅଟା ସାଙ୍ଗରେ ରାତିଅଧରେ ଏକୁଟିଆ କି କଥା! ଦୋଷ କ'ଣ ଖାଲି ନିଧିଆବାପର! ନିଧିଆବାପର ଆହୁରି ସାହସ ବଢ଼ିଲା। କହିଲା''କୋଉଠି କହିବି? ଅନେକ କଥା କେତେବେଳ ଲାଗିବ। ଏଠି ସୁବିଧା ହେବ ନାହିଁ। କିଏ ଦେଖିବ। '' ଆଉ ନିଧିଆ ବୋଉ! ନିଧିଆବୋଉ ଆଉ ଥାଏ କୋଉଠି। ସେ ନିଜଭିତରେ ଥାଏ ଯେ ଜୋର୍ କରି ଧମକେଇ ଦେଇ କହିବ ଏସବୁ କି କଥା କହୁଚ? ଚୁପ୍। ତା' ହେଇଥିଲେ ନିଧିଆବୋଉକୁ ଚୁପ୍ ନ ହେଇ ତା' ବୁପାର ଚାରା ଥିଲା? ଓଲଟ ନିଧିଆ ବୋଉକୁ ସୁଖ ନାଗୁଥିଲା ଶୁଣିବାକୁ। ନିଧିଆବାପ କହିଯାଉଥାଏ ''ମୁଁ କାଲି ଏତିକିବେଳକୁ ତମ ବାଡ଼ି ପଛପଟ କିଆବୁଦା ମୂଳେ ଜଗିବସିଥିବି। ସେଠିକି କିଏ ଯିବ? କେହି ଯିବେ ନାହିଁ, ନୁହେଁ? ଖୁବ୍ ନିରୋଳା ଥାନ '' ସରିଗଲା ସରିଗଲା। ନିଧିଆବୋଉ ହାତର ଖଡ଼ୁ ଶୂଳେଇ ହେଲାନାହିଁ କିଜାଣି। ଦେଇଥାନ୍ତା ସିନା ପାହାରେ ପୁରୁଷପୁଅର ପୁରୁଷପଣିଆ ବାହାରି ଯାଇ ଥାଆନ୍ତା। ଘର ଭିତରେ ବସି ଝିଅବହୂଙ୍କ ଆଗେ ଛୋକାର କଥା କହିବ। ନିଧିଆବୋଉ ତୁନିପଡ଼ିଲା। ଅରାଜି ଜଣେଇଲା ନାହିଁ। ଆଉ ଥରେ ଭଲକି କଥାଟାକୁ ନିଷ୍ଠା ନିଧାର୍ଯ୍ୟ କରି ନେବାପାଇଁ ନିଧିଆବାପ କହିଲା 'ନିଶ୍ଚେ ମୋ ରାଣଟି ନ ଆସିଲେ ମୁଁ ମଲି ବୋଲି ଜାଣିବ ମୋ ମୁଣ୍ଡ ଖାଇବ। ' ଏତିକି କହି ନିଧିଆବାପ କୀର୍ତ୍ତନ କରିବାକୁ ଚାଲିଗଲା ନା କୀର୍ତ୍ତନ ଲଗେଇ ଦେଇ ଚାଲିଗଲା। ନିଧିଆବୋଉର ଛାତି ଖାଲି ଥରୁଥାଏ ସପନୀବୋଉ ଆସି ହଲେଇ ଦେଲା ପଛଆଡ଼ୁ''କିଲୋ ଖୁଣ୍ଟଟା ପରି ଠିଆହେଇଚୁ ଯେ। '' ସ୍ୱପ୍ନଟା ଭାଙ୍ଗିଗଲା। କେଡ଼େ ବଡ଼ ଗୋଟାଏ ଦୁଃସ୍ୱପ୍ନ। ସ୍ୱପ୍ନଟା ଭାଙ୍ଗି ଯିବାର ଆନନ୍ଦ ଆଉ ସ୍ୱପ୍ନଫଳର ଆଶଙ୍କାରେ ଭୟ କି ତା'ର ଠିକ୍ ଓଲଟା କାରଣରୁ ନିଧିଆବୋଉ ଗୋଡ଼ ନଡ଼ବଡ଼ ହେଉଥିଲା। ସପନୀବୋଉ ଆହୁରି ପଦେ ନଗେଇଦେଲା''କିଲୋ? ପ୍ରାଣଟାକୁ ନେଇଗଲା କି ସେ? ଖୋଜି ହଉଚୁ କାହାକୁ ମ! '' ''ଧେତ୍, ସେ ମୋର ନିଆଁ ନା ଚୁଲି ନା ଗାତ? ''। ନିଧିଆବୋଉ ସପନୀବୋଉ ଆଗେ ଲୁଚେଇଲା ମନେ ମନେ। ଆପଣାମନକୁ ସେ ଆଉ ଲୁଚେଇ ପାରିଲାନି। ନିଧିଆବୋଉ ରତନୀକି କହୁଥିଲା ସେଇଦିନ ସେଇ ଅଧିବାସ ଦିନ ତାଙ୍କ ପ୍ରଣୟରବି ହେଲା ଅଧିବାସ। ସେଦିନ ସେ ସଂକଳ୍ପ କଲା ମନେ ମନେ ଯେଉଁକଥା ସେ ଆଗରୁ ଭାବିନାହିଁ କେବେ ସେ କିଛି ନ ଭାବି ନଚିନ୍ତି ସଂକଳ୍ପ କଲା। ସଂକଳ୍ପ ସେ କ'ଣ କଲା, କେଉଁ କଥା ସଂକଳ୍ପ କଲା ଜାଣେ ନାହିଁ। ସଂକଳ୍ପ ତା'ର ଆପେ ଆପେ ହେଇଗଲା। ଅକୁହା, ଅବୁଝା ସଂକଳ୍ପ। ସତ୍ୟାନାଶର ସଂକଳ୍ପ ଅପବାଦର ସଂକଳ୍ପ କଳଙ୍କ ପଶରା ମୁଣ୍ଡେଇ ଦାଣ୍ଡ ଦାଣ୍ଡ ବୁଲିବାର ସଂକଳ୍ପ ନିଧିଆବୋଉ ଜାଣି ନଥିଲା। ହଁ, ସୁଖପାଉଥିଲା ସେ ନିଧିଆବାପକୁ। ସେ ସୁଖ ପାଇବାରେ ପାଖାପାଖି ହେବାର କଳ୍ପନା ନଥିଲା। ସେଇଦିନଠୁ, ସେଇ ରାତିରେ ନିଧିଆବାପ କି କୁହୁକ ଲଗେଇ ଦେଲା କିଜଣି, କି ନିଶା ପେଇ ଦେଇଗଲା କିଜାଣି, ମନହେଲା, ମନଟା ଉଚ୍ଛନ୍ନ ହେଲା, ଅଝଟ ଧରିଲା, କିମିତି ସେ ଟିକିଏ ପାଖାପାଖି ହୁଅନ୍ତେ। ସେଦିନ ରାତିଯାକ ଆଉ ତା' ଆଖିରେ ନିଦନାହିଁ। ତହିଁଆରଦିନ ଦିନଟା, ଖରା ଉଷୁମ ଦିନଟା ତା' ବେକରେ ଝୁଲୁଥିଲା ପରି ଲାଗିଲା।